ଆଜାନୁଲମ୍ବିତ ଶାଳ ପ୍ରାଂଶୁ ଭୁଜଦଣ୍ଡ ଚରଣଚୁମ୍ବୀ ଜଟା କଳାପ ରେଖାଙ୍କିତ କପୋଳରେ ତିଳକ-ସିନ୍ଦୂରର ତ୍ରିରେଖା ନାସିକାର ଅଗ୍ରଭାଗ ସ୍ପର୍ଶ କରିଛି। ଦାଢ଼ିର ଅରଣ୍ୟରେ ମୋଟା କଳା ଓଠ ଦି'ଫାଳ। କୋଟରଗତ ଚକ୍ଷୁ ତାରକାରେ ତୀକ୍ଷ୍ଣ ମନୋଭେଦ ଶାଣିତ ଦୃଷ୍ଟି। ଚାହିଁ ଦେଲେ ଭୟ ଆସେ, ଭକ୍ତି ଆସେ, ଭରସା ବି ହୁଏ। ବାବା ସବୁ ଜାଣୁଛନ୍ତି ସବୁକଥା କହିଦେଇ ପାରିବେ। ଅସମ୍ଭବ ବୋଲି ତାଙ୍କ ଅଭିଧାନରେ କିଛି ନାହିଁ। ହୈମବତୀ ହାତଯୋଡ଼ି କୃତାଞ୍ଜଳୀ ପୁଟରେ ମୁଣ୍ଡରେ ଲଗାଇଲେ। ଆଭୂମି ପ୍ରଣତି ଜଣାଇ ଠିକ୍ ପାଦ ପାଖକୁକିନା ଘୁଞ୍ଚି ବସିଲେ। ବାବା ତାଙ୍କୁ ଟିକେ ଚାହିଁଲେ। ଦରନିମୀଳିତ ଦରହସିତ ଅଧର କମ୍ପାଇ ଉଚ୍ଚାରଣ କଲେ ''ସ୍ରୋତର ପ୍ରତିକୂଳରେ ପହଁରି କେହି ତିଷ୍ଠି ପାରେନା ମା' ତଥାପି, ତୁ ଜିଦ୍ ଧରୁଛୁ। '' ମୁଣ୍ଡ ନୋଇଁଲେ ହୈମବତୀ। ତାଙ୍କ ପେଜୁଆ ଆଖି ସଜଳ ହେଲା। ଲୁହ ଗଡ଼ିଲା ନାହିଁ। ବହୁ ଅବରୁଦ୍ଧ ବ୍ୟଥା ଅପୂର୍ଣ୍ଣ କାମନାର ଦାହ ଚାପି ନେଲା ଭଳି ଲୁହକୁ ବି ସେ ରୋକି ନେଲେ। ବାବା ସିଧା ହୋଇ ବସିଲେ। ନିଜ ଦାଢ଼ିରେ ଟିକେ ହାତ ବୁଲାଇଲେ। ଆକାଶଆଡ଼େ କିଛିକ୍ଷଣ ଚାହିଁଲେ। ଅପର କୋଠରିରେ ଦିବାନିଦ୍ରା ଭୋଗ କରୁଥିବା ଶିଷ୍ୟମଣ୍ଡଳୀ ଉପରେ ବୁଲି ଆସିଲା ତାଙ୍କ ଦୃଷ୍ଟି। ତତ୍ପରେ ସେ ଅଦୂରସ୍ଥ ଝୁଲାଆଡ଼େ ହାତ ବଢ଼ାଇଲେ। ସେଇ ଆଳିମାଳିକା ଭିତରୁ ଏକାଥରକେ ହାତରେ ଉଠାଇ ଆଣିଲେ ଦି'ଖଣ୍ଡ ଚେର। ଖଣ୍ଡେ ଟକ୍ ଟକ୍ କନିଆରଫୁଲିଆ ଅପରଟି ଇଷତ୍ ଧୂସର କଣ୍ଟକିତ ଶୁଖିଲା ପିପ୍ପଳୀ ଖଣ୍ଡ ପରି। ଦୁଇଟିଯାକର ଗୁଣ ସେ ବେଶ୍ ସାବଧାନତା ସହକାରେ ପରଖିବାକୁ ନିର୍ଦ୍ଦେଶ ଦେଲେ–ହଳଦୀ ରଙ୍ଗର ଚେରଖଣ୍ଡି ବାଟି ପିଇଦେଲା ଉତ୍ତାରେ ବିଗତ ଯୌବନ ପୁନରାଗତ ପ୍ରିୟତମ ଭଳି ଆଲିଙ୍ଗନ କରିବ। ଶୁଷ୍କ ଚର୍ମାବୃତ ଦେହରେ ସାଂସର ପ୍ରାଚୁର୍ଯ୍ୟ, ବର୍ଣ୍ଣର ଐଶ୍ୱର୍ଯ୍ୟ, କୋମଳତାର ପ୍ରଲୋପ ଲେପି ହୋଇଯିବ। ଆଉଥରେ ଶୁଭ୍ର ଧୂସର କେଶରାଶି ସବୁ, ନିଜର ହରାଇଥିବା ଚିକ୍କଣ କଜ୍ଜ୍ୱଳ ତରଙ୍ଗିତ ସୌନ୍ଦର୍ଯ୍ୟ ଫେରି ପାଇବ। କୋଟରଗତ ଆଖିରେ ନୀଳୋତ୍ପଳର ନୀଳିମା, ଶୁଷ୍କ ଅଧର ଦ୍ୱୟରେ ଉଷାର ସିନ୍ଦୂରାଭା ଦନ୍ତ-ପଙକ୍ତି ବିବର୍ଜିତ ଟାଣ ମାଢ଼ି ଉପରେ ଦୁଇଧାଡ଼ି ଢାଳିମ୍ବ ବୀଜନିନ୍ଦି ସୁନ୍ଦର ଶୋଭନୀୟ ଦାନ୍ତ ଏ ହଳଦୀ ରଙ୍ଗ ଚେର ଗୁଣରେ ଗଜୁରୀ ଉଠିବ ନିଶ୍ଚୟ। କିନ୍ତୁ ବାବା ଟିକେ ରହିଗଲେ। ତାଙ୍କ ସର୍ବାଙ୍ଗରେ ସାମାନ୍ୟ କମ୍ପନ ଅନୁଭୂତ ହେଲା କି? ''ଏ, ଯେ, ବିପରୀତ କ୍ରିୟା ମା! ସମ୍ଭାଳି ପାରିଲେ ହେଲା, ଏହାର ପ୍ରଚଣ୍ଡ ବେଗ। ନ ହେଲେ। '' ବାବା ଚୁପ୍ ରହିଲେ। ହୈମବତୀ ସେମିତି ହାତଯୋଡ଼ି ଚାହିଁଛନ୍ତି। ମନେ ମନେ, ଶକ୍ତି ସଂଗ୍ରହ କରୁଛନ୍ତି। ସାହସ ସଞ୍ଚୁଛନ୍ତି। ପାରିବେ ନିଶ୍ଚେ ସେ ପାରିବେ। ତାଙ୍କର ସେଇ ସୁଦିନ ସେଇ ଫୁଲଝରା ଫଗୁଣର ଚନ୍ଦ୍ରିକା– ଚର୍ଚ୍ଚିତ ସୁରଭିତ ସନ୍ଧ୍ୟା ସବୁ। ସେଇ ଅଧା-ଭୁଲା ଅଧା ତନ୍ଦ୍ରାରେ ଶୁଣା, ବେସୁରା ଡାକ; ସେଇ କୋଇଲି, ସେଇ ଭଅଁର, ସେଇ ଝରା ବଉଳର ଅଧା ଗୁନ୍ଥାମାଳା। ସବୁ ଫେରି ଆସିବ। ସବୁ ଫେରେଇ ଆଣିବେ ସେ। "ସେ କଳା ଧୂସର କଣ୍ଟାଳିଆ ଚେର। ଦିଓଟି ଯାକ ସାବଧାନରେ ରଖ ମା। '' ବାବା ନୀରବ ହେଲେ ମଗ୍ନ ହେଲେ। ସାଷ୍ଟାଙ୍ଗ ପ୍ରଣାମାନ୍ତେ ଉଠି ଆସିଲେ ହୈମବତୀ। ହୈମବତୀ ଘରକୁ ଫେରିଥିଲେ ପୂର୍ଣ୍ଣ ମନରେ ବୁକୁଭରା ଆନନ୍ଦ ନେଇ। ବାଟ କଡ଼ର ପୁରୁଣା ନିତି ଦେଖା ଦୃଶ୍ୟରାଜି ତାଙ୍କୁ ନୂଆ ନୂଆ ଲାଗିଥିଲା। ବରା ପକୁଡ଼ି ଦୋକାନର ଶୁକୁଟା ଚୁଚୁନ୍ଦ୍ରା ମୁହାଁ ବୁଢ଼ାଟା ବି ଦିଶିଲା କନ୍ଦର୍ପ ଭଳି। କୋଠାର ଫାଟକ ପାଖରେ ସେଇ ଗୋରୀ ପାତଳୀ ନର୍ସଟି ସାଙ୍ଗରେ ଭେଟ ହୋଇଗଲା।। ବୁଢ଼ାଙ୍କୁ ଇଞ୍ଜେକ୍ସନ୍ ଦେବା ବାହାନାରେ ସେ ଥିଲା, ତାଙ୍କ ରସାଳପର ସଙ୍ଗିନୀ। ବେଶ୍ କିଛି ପଇସା ବି ତାଙ୍କ ଅଣ୍ଟାରୁ ଝଡ଼ାଇ ନିଏ। ତା' ଉପରେ ଆଦୌ ରାଗ କି ଘୃଣା ହେଲା ନାହିଁ। ସବୁଦିନେ ଯାହା ଆଖିରେ ଆଖି ପଡ଼ିଗଲେ ହୈମବତୀ ମୁହଁଛାଟି ଦେଉଥିଲେ, ତା'ପାଇଁ ଆଜି ଓଠରେ ଧାରେ ହସ ଉକୁଟାଇ ଦେଲେ। ସଞ୍ଜ ପହରେ ବୁଢ଼ା, ନାତିର ଆୟାକୁ ଥରକୁ ଥର କାମ ବାହାନାରେ ଡାକୁଥିଲେ। ଆୟା, ସୁନ୍ଦରୀ ନ ହେଲେ ବି ସ୍ୱାସ୍ଥ୍ୟବତୀ ଯୁବତୀ। ଆଉ, ୟେ– ବାଳଯାକ ଧଳା, ହେଲାଣି, ଦାନ୍ତଯାକ ଗୋଟିକି ଗୋଟି ଗଳି ପଡ଼ିଲାଣି କେଉଁକାଳୁ। କ୍ଷୁଧା ମରି ଗଲାଣି ମାତ୍ର ସ୍ୱାଦର ଲାଳସା ବଢ଼ି ବଢ଼ି ଚାଲିଛି।